ପିଲାଦିନୁ ସେମାନେ ପିଠିରେ ଶିଶୁମାନଙ୍କୁ ବୋହି ନେବାକୁ ଶିଖନ୍ତି। ପିଲାମାନଙ୍କୁ ପିଠିରେ ନେଇ ସେମାନେ ସହଜରେ ଖେଳନ୍ତି ଓ ଚଲାବୁଲା କରନ୍ତି। ସଡ଼କରେ ଆଉ ଟିକିଏ ଦୂର ଯାଇ ଜହ୍ନମାମୁଁ ଦେଖିଲେ ଗୋଟିଏ ଦୁଇଚକିଆ ଗାଡ଼ିରେ ଜଣେ ସ୍ତ୍ରୀଲୋକ ବସିଛି। ଗାଡ଼ିଟିକୁ ଜଣେ ଲୋକ ହାତରେ ଧରି ଟାଣି ନେଉଛି। ଜହ୍ନମାମୁଁ ପଚାରିଲେ-ଏ କି ରକମ ଗାଡ଼ି? ବାଳକଟି କହିଲା-ଏ ଗାଡ଼ିକୁ ଆମେ ରିକ୍ସା କହୁ। ଏଥିରେ ବସି ଅଳ୍ପ ଦୂରକୁ ଯିବା ଆସିବାର ସୁବିଧା ହୁଏ। କାହ୍ନୁ ଓ ଜହ୍ନମାମୁଁ ରାସ୍ତାରେ ଆଉ କିଛି ଦୂର ଗଲେ। ଦୂରରୁ ଦେଖିଲେ ଗୋଟିଏ ଉଚ୍ଚ ପର୍ବତ। ତା ଉପରଟା ଧଳା ଦିଶୁଛି। ପର୍ବତଟିର ଦୃଶ୍ୟ ବଡ଼ ସୁନ୍ଦର ଦେଖାଯାଉଥାଏ। ଜହ୍ନମାମୁଁ ପଚାରିଲେ-ଏ ପର୍ବତ ଉପରକୁ ଲୋକେ ଯାଇପାରନ୍ତି? ବାଳକ-ଗ୍ରୀଷ୍ମକାଳରେ ହଜାର ହଜାର ଯାତ୍ରୀ ଏହି ପର୍ବତ ଉପରକୁ ଚଢ଼ନ୍ତି। ସେତେବେଳେ ଏହା ଉପରେ ବରଫ ଜମି ରହି ନଥାଏ। ଏ ପର୍ବତର ନାମ ଫୁଜିୟାମା। ଏହାକୁ ଆମେ ଗୋଟିଏ ପବିତ୍ର ପୀଠ ମନେକରୁଁ। ଶୀତକାଳରେ ଏହାର ଉପର ଅଂଶରେ ବରଫ ପଡ଼ି ଧଳା ଦେଖାଯାଏ। ଏ ପର୍ବତ ସାଧାରଣ ପର୍ବତ ନୁହେଁ। ଏହା ଗୋଟିଏ ଆଗ୍ନେୟ ପର୍ବତ, ଏହି ପର୍ବତରୁ ଜଳନ୍ତା ତରଳ ପଦାର୍ଥ ଗୋଟିଏ ମୁହଁ ବାଟେ ବାହାରି ଆସେ। ସେତେବେଳେ ପର୍ବତର ଚାରିଦିଗ ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୁଏ। ଏ ପର୍ବତରୁ ବହୁବର୍ଷ ହେଲା ଅଗ୍ନ୍ୟୁତ୍ପାତ ହେଉନାହିଁ। ରାସ୍ତାରେ ଯାଇ ଯାଇ କାହ୍ନୁ ଓ ଜହ୍ନମାମୁଁ ଗାଁ ମୁଣ୍ଡରେ ପହଞ୍ଚିଲେ। ସେଠାରେ ଜାପାନୀ କୃଷକମାନେ ଧାନଖେତରେ ଧାନ ତଳି ରୋଉଥାନ୍ତି। ଜହ୍ନମାମୁଁ ବାଳକକୁ ପଚାରି ବୁଝିଲେ ଯେ, ତାଙ୍କ ଦେଶର ଚାଷୀମାନେ ଭାରି ପରିଶ୍ରମ କରନ୍ତି। ସେମାନେ କ୍ଷେତରେ ହଳ କରନ୍ତି ନାହିଁ, କୋଡ଼ିରେ ମାଟିକୁ ଖୁବ୍ ଗହୀର କରି ହାଣନ୍ତି। ଏପରି କଲେ କ୍ଷେତରେ ଭଲ ଫସଲ ହୁଏ। ଏ ଦେଶରେ ପଡ଼ିଆ ଜମି ଖୁବ୍ କମ୍। ଗାଈଗୋରୁ, ମେଣ୍ଢା, ଛେଳି ପ୍ରଭୃତି ଚରିବା ପାଇଁ ଘାସ ପାଆନ୍ତି ନାହିଁ। ସେଥିପାଇଁ ଜାପାନୀମାନେ ବେଶୀ ଗୃହପାଳିତ ପଶୁ ରଖନ୍ତି ନାହିଁ। ଏ। ଦେଶରେ ଦୁଧ, ଦହି, ଲହୁଣୀ ଖୁବ୍ କମ୍ ମିଳେ। ଜୋତା ତିଆରି କରିବା ପାଇଁ ଚମଡ଼ା ମିଳେ ନାହିଁ-। ସେଥିପାଇଁ ଅଧିକାଂଶ ଜାପାନୀ ପାଦରେ କାଠ ତିଆରି କଠଉ ପିନ୍ଧନ୍ତି। କାହ୍ନୁ ଓ ଜହ୍ନମାମୁଁ ଆଉ କିଛି ଦୂର ଯାଇ ଧାଡ଼ିକି ଧାଡ଼ି ବାଉଁଶ ବୁଦାସବୁ ଦେଖିଲେ। କାହ୍ନୁ ପଚାରିଲା-ତୁମ ଦେଶରେ ଏତେ ବାଉଁଶ ବଣ ଅଛି? ଜାପାନୀ ବାଳକ-ହଁ, ବାଉଁଶ ଆମ ଦେଶରେ ଗୋଟାଏ ବଡ଼ ଦରକାରୀ ଜିନିଷ। ବାଉଁଶ ନ ହେଲେ ଆମର ଘର ତିଆରି ହୋଇପାରିବ ନାହିଁ। ବାଉଁଶରୁ ଅନେକ ପ୍ରକାର କାଗଜ ତିଆରି ହୁଏ। କାଗଜରୁ ଜୋତା, ଟୋପି, ଛତା ଓ ରୁମାଲ ତିଆରି ହୁଏ। ଏଥିରୁ ପଙ୍ଖା, ପର୍ଦ୍ଦା ଓ ଡଙ୍ଗାର ପାଲ ମଧ୍ୟ ପ୍ରସ୍ତୁତ ହୁଏ। ଆମେ କାଗଜରୁ ଲଣ୍ଠନ ମଧ୍ୟ ତିଆରି କରୁ ଉତ୍ସବ ଦିନମାନଙ୍କର ଏହି ଲଣ୍ଠନଦ୍ଵାରା ଘରଦ୍ଵାର ସଜାଉ। ବୁଲି ବୁଲି କାହ୍ନୁ ଓ ଜହ୍ନମାମୁଁ ଥକି ପଡ଼ିଲେଣି। ଜହ୍ନମାମୁଁ ମୋଟା ଲୋକ। ଗୁଡ଼ାଏ ବାଟ ଚାଲି ଚାଲି ସେ ବେଦମ୍ ହୋଇଗଲେଣି। ତାଙ୍କ ଦେହରୁ ଗମ୍ ଗମ୍ ହୋଇ ଝାଳ ବୋହିପଡ଼ୁଥାଏ। ଆଉ ଆଗକୁ ଯିବାପାଇଁ ତାଙ୍କ ପାଦ ଉଠୁ ନ ଥାଏ। ଏହା ଦେଖି ଜାପାନୀ ବାଳକଟି କହିଲା-ମାମୁଁ! ତମକୁ ବଡ଼ ବାଧିଲାଣି। ଆସ, ଏହିଠାରୁ ଫେରିଯିବା। କାହ୍ନୁ ଫେରି ଆସିବାକୁ ଭାରି ନାରାଜ। ତା'ର ଇଚ୍ଛା ଆଉ କିଛି ଦୂରକୁ ଯାଆନ୍ତା। ନୂଆ ଦେଶରେ ଆଉ କେତେ ନୂଆ ନୂଆ କଥା ଦେଖନ୍ତା। କିନ୍ତୁ ଜହ୍ନମାମୁଁ ସେହିଠାରେ ଧଡ଼୍କରି ବସିପଡ଼ିଲେ। କିଛିକ୍ଷଣ ବିଶ୍ରାମ ନେଇ ସମସ୍ତେ ଘରକୁ ଫେରିଲେ। ଘରେ ପହଞ୍ଚିବା ବେଳକୁ ରାତି ଦୁଇଘଡ଼ିହୋଇଥାଏ। ଜାପାନୀ ପରିବାର ସମସ୍ତେ ସେମାନଙ୍କ ଆସିବାକୁ ଅନାଇ ବସିଥାନ୍ତି। ଜାପାନୀ ସ୍ତ୍ରୀଲୋକଟି ଖିଆପିଆର ଆୟୋଜନ କରି କାହ୍ନୁ ଓ ଜହ୍ନମାମୁଁଙ୍କୁ ଡାକିଲେ। କାହ୍ନୁ ଓ ଜହ୍ନମାମୁଁ ଅତି ଆଗ୍ରହର ସହିତ ଭାତ ଓ ମାଛ ତରକାରୀ ଖାଇଲେ। ଖାଇସାରି ସମସ୍ତେ ଚା ପିଇଲେ। ତା' ପରେ ଗପସପ ଆରମ୍ଭ ହେଲା। କାହ୍ନୁ ଜାପାନୀ ବାଳକ ବଳିକାଙ୍କୁ ପଚାରିଲା-ତମେମାନେ କି ଖେଳ ଖେଳ? ବାଳକ-ଆମ ଦେଶଟି ପିଲାଙ୍କ ସରଗ ରାଇଜ। ପିଲାମାନେ ନାନାପ୍ରକାର ଖେଳର ମାତି ହସଖୁସିରେ କାଳ କାଟନ୍ତି।